ତୁଳସୀପୁର- ବାଙ୍କୀ ରାଜବଂଶର ତୁଳସୀ ଦେଈ ନାମ୍ନୀ ରାଣୀଙ୍କ ନାମାନୁସାରେ ଏ ଗ୍ରାମର ନାମ ତୁଳସୀପୁର ହୋଇଅଛି। ମାତ୍ର ରାଜବଂଶାବଳୀ ମଧ୍ୟରୁ ଏପରି କୌଣସି ରାଣୀଙ୍କ ନାମ ମିଳେ ନାହିଁ। ଅନେକେ କହନ୍ତି, ଯେତେବେଳେ ଖୋରଧାରେ ଭୋଇ ବଂଶୀୟ ରାଜାମାନେ ରାଜପଣ କରୁଥିଲେ, ସେତେବେଳେ ସେହି ବଂଶୀୟ ଜଣେ ରାଣୀ ଏହି ଗ୍ରାମ ବସାଇଥିଲେ। ସେହେତୁ ବୋଧହୁଏ ଏ ଗ୍ରାମ ଅଧେ ବାଙ୍କୀ ଓ ଅଧେ ଖୋର୍ଦ୍ଧାରେ ଅବସ୍ଥିତ। ଏ ଗ୍ରାମରେ ଅନେକ ରଙ୍ଗଣୀ ଓ ତେଲୀ ମହାଜନ ଅଛନ୍ତି। ଅତି ସୁନ୍ଦର ମୁଗେଇ ଓ ପଖାଳ ଖଦୀ ଏଠାରେ ମିଳେ। ପାଟପୁର- ଏହାର ଚତୁର୍ଦ୍ଦିଗରେ ପାଟ ଥିବାରୁ ବୋଧହୁଏ ଗ୍ରାମର ନାମ ପାଟପୁର ହୋଇଅଛି। ପଦ୍ମନାଭ ଶ୍ରୀଚନ୍ଦନଙ୍କ ପ୍ରତିଷ୍ଠିତ ପଦ୍ମନାଭପୁର ଶାସନ ଏ ମୌଜାର ଅନ୍ତର୍ଗତ। ଏହାର ଲୋକସଂଖ୍ୟା ପ୍ରାୟ ପାଞ୍ଚ ହଜାର ହେବ। ଏ ଗ୍ରାମରେ ବିଭିନ୍ନ ଜାତିର ଲୋକ ବାସ କରନ୍ତି। ସୁପ୍ରସିଦ୍ଧ ସିଂହନାଥଦେବଙ୍କ ମନ୍ଦିର ଏଇ ଗ୍ରାମରେ। ଏଠାରେ ଶିବ ଚତୁର୍ଦ୍ଦଶୀ ଦିନ ଜାଗର ଯାତ୍ରା ହୁଏ। ଏହା ବ୍ୟତୀତ ଶୀତଳ ଷଷ୍ଠୀ ଓ ଦୋଳ ପୂର୍ଣ୍ଣିମା ମଧ୍ୟ ହୋଇଥାଏ। ଏ ଠାକୁରଙ୍କର ଆଠ ବାଟୀ ଜମି ଖଞ୍ଜା ଅଛି। ମହାନଦୀର ଶାଖା ଢୁଢ଼ୁଆ ଏ ଗ୍ରାମର ପୂର୍ବ ଦିଗରେ ବହି ଯାଉଅଛି। ଏହାର ତୀରବର୍ତ୍ତୀ ଭୂମିକୁ "ପଟୁମାଳ" କହନ୍ତି। ଏହି ପଟୁରେ ଧୂଆଁପତ୍ର ଓ ପ୍ରଚୁର ପରିମାଣରେ ଢୁଢ଼ୁଆ ବାଇଗଣ ହୁଏ। ଏ ବାଇଗଣର ସର୍ବତ୍ର ଆଦର। ଏହା ବିଷୟରେ ଲୋକେ କହନ୍ତି- "ରଣ ବଣ ଛଣ−ଏଥି ଡମ୍ପଡ଼ା ରାଜାଙ୍କ ପଣ ବାଙ୍କୀ ଶ୍ରୀଚନ୍ଦନ ଥାଇ ବୋଇଲେ ମୋ ଢୁଢ଼ୁଆ ବାଇଗଣ। '' ଗ୍ରାମର ଚତୁର୍ଦ୍ଦିଗରେ ପାଟ ଥିବାରୁ ଏଠାରେ ମାଛ ପ୍ରଚୁର ପରିମାଣରେ ମିଳେ। ଦାଳୁଅ। ଫସଲ ମଧ୍ୟ ହୁଏ। ବୈଦ୍ୟେଶ୍ଵର- ଏହା ମହାନଦୀର ଦକ୍ଷିଣ ତୀରସ୍ଥ ଗୋଟାଏ ବଡ଼ ଗ୍ରାମ। ଏ ଗ୍ରାମସ୍ଥ ମହାଜନମାନେ ସମ୍ବଲପୁର, ସରଗୁଜା, ରାୟପୁର ପ୍ରଭୃତି ସ୍ଥାନରେ ବ୍ୟବସାୟ ବାଣିଜ୍ୟ କରନ୍ତି। ଏ ଗ୍ରାମର ରଙ୍ଗଣିମାନେ ବଡ଼ ସୁନ୍ଦର ଲୁଗା ବୁଣି ପାରନ୍ତି। ରାମନାଥ ଓ ବୈଦ୍ୟନାଥଙ୍କ ମନ୍ଦିର ଏ ଗ୍ରାମରେ ଅବସ୍ଥିତ। ଏଠାରେ ପ୍ରଚୁର ପରିମାଣରେ ମୁଲ୍ୟବାନ କାଷ୍ଠ ବିକ୍ରୟ ହୁଏ। ଅଧିକାଂଶ ଖୋରଧାକୁ ପଠାଯାଇଥାଏ। ଏ ଗ୍ରାମରେ ଉତ୍କଳ-ବିଖ୍ୟାତ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଜନ୍ମ ହୋଇଥିଲେ। ବ୍ରଜବିହାରୀ ଶ୍ରୀଚନ୍ଦନଙ୍କ ପ୍ରତିଷ୍ଠିତ ବ୍ରଜବିହାରୀପୁର ଶାସନ ଏହି ମୌଜାରେ ଅବସ୍ଥିତ। ସୁବର୍ଣ୍ଣପୁର- ଏଠାରେ ତୃତୀୟା ଦେବଙ୍କ ମନ୍ଦିର ପ୍ରଧାନ ଦେବାଳୟ। ଠାକୁରଙ୍କର ସାତବାଟୀ ଜମି ଖଞ୍ଜା ଅଛି। ଦୋଳ ଓ ଗୁଣ୍ଡିଚା ଉପଲକ୍ଷେ ଏଠାରେ ଯାତ୍ରା ହୁଏ। ସୁବର୍ଣ୍ଣେଶ୍ଵର ମହାଦେବଙ୍କ ମନ୍ଦିର ମଧ୍ୟ ଏଇ ଗ୍ରାମରେ ଅବସ୍ଥିତ। କେଶରୀ ବଂଶୀୟ ରାଜା ସୁବର୍ଣ୍ଣକେଶରୀ ଏଠାରେ ତାଙ୍କ ଅନ୍ତିମକାଳ ଯାପନ କରିଥିଲେ। ଏହି ଗ୍ରାମ ତାଙ୍କ ନାମାନୁସାରେ ସୁବର୍ଣ୍ଣପୁର ହୋଇଅଛି ବୋଲି ଅନେକ ପ୍ରମାଣ ମିଳେ। ଏଠାରେ ଗୋଟିଏ ମାଇନର ସ୍କୁଲ ଅଛି। ଘୋଳପୁର- ଏ ଗ୍ରାମଟି ଅତି ବୃହତ୍। ଏଠାରେ ଆଗେ ପ୍ରଚୁର ପରିମାଣରେ ଘୋଳ ଦହି ମିଳୁଥିଲା; ସେଥିଲାଗି ଏ ଗ୍ରାମର ନାମ ଘୋଳପୁର। ଏ ଗ୍ରାମରେ ପ୍ରତିଦିନ ଗୋଟିଏ ଛୋଟ ହାଟ ବସେ। ଏଠାରେ ବିଭିନ୍ନ ଜାତିର ଲୋକେ ବାସ କରନ୍ତି। ବଡ଼ ସୁନ୍ଦର ଛୋଟ ଛୋଟ କରିଆ ଏଠାର ତନ୍ତିମାନେ ବୁଣି ପାରନ୍ତି। ଡମ୍ପଡ଼ାର ମୌଜା ସଂଖ୍ୟା। ତନ୍ମଧ୍ୟରେ ତାଳବସ୍ତ, ନିଜଗଡ଼, କୁସୁନ୍ଦା ଓ ପାଥପୁର ପ୍ରଧାନ। ତାଳବସ୍ତ- ଏହା ଗୋଟିଏ ବଡ଼ ଗ୍ରାମ। ଏହାର ଗୃହସଂଖ୍ୟା ହେବ। ଏଥିରେ ନାନା ଜାତିର ଲୋକେ ବାସ କରନ୍ତି। କପିଳେଶ୍ଵର ଓ ଚୈତନ୍ୟଜୀଉଙ୍କ ମନ୍ଦିର ଏ ଗ୍ରାମରେ ଅବସ୍ଥିତ। ନିଜଗଡ଼- ଡମ୍ପଡ଼ା ଗଡ଼ ଗୋଟିଏ ପାହାଡ଼ ଉପରେ ଅବସ୍ଥିତ। ଗଡ଼ର ପ୍ରାୟ ଦୁଇ କ୍ରୋଶ ଅନ୍ତରରେ "ମାଡ଼ିଆ ଦ୍ଵାର'' ବୋଲି ଗୋଟିଏ ଜାଗା ଅଛି। ଏଠାରେ ପୁରାକାଳରେ ଗଡ଼ ଥିଲା। ବର୍ତ୍ତମାନ ଏଠାରେ ରାଶି ରାଶି ପ୍ରସ୍ତର ଜମା ହୋଇଅଛି। ରେଳବାଇ କମ୍ପାନୀ ସେଥିରୁ ଅନେକ ପଥର ନେଇଥିଲା। ଏହାର ଅଦୂରବର୍ତ୍ତୀ ପଥର ଚଟାଣକୁ "ଧାନଘର ଚଟାଣ" କହନ୍ତି। ପୂର୍ବେ ରାଜାମାନେ ଏଠାରେ ଧାନ ରଖି ପ୍ରଜାମାନଙ୍କୁ ବାଣ୍ଟୁଥିଲେ। କୁସୁନ୍ଦା- ଏ ଗ୍ରାମରେ ଭକ୍ତକବି ତ୍ରିପୁରାରି ଦାସ ଜନ୍ମ ହୋଇଥିଲେ। ଏହାଙ୍କ ରଚିତ "ରାମକୃଷ୍ଣ କେଳି−କଲ୍ଲୋଳ'' ବଡ଼ ମନୋହର ଗ୍ରନ୍ଥ। ପାଥପୁର- ଏ ମୌଜା ନିକଟସ୍ଥ ପର୍ବତ ଉପରେ ଗୋଟିଏ ଗୁମ୍ଫା ରହିଅଛି। ଏହାକୁ ଲୋକେ "ପାଣ୍ଡବ ବଖରା " କହନ୍ତି।